ଆମର ଯେଉଁ ବଦ୍ଧମୂଳ ଧାରଣା ଯେ ପ୍ରତିବସ୍ତୁ ପୃଥିବୀରେ ପ୍ରସ୍ତୁତ ହୋଇପାରିବନି, ତାହା ସେମାନଙ୍କ ଆଲୋଚନାରୁ ଭ୍ରମାତ୍ମକ ବୋଲି ମନେହେଲା। ସାଧାରଣ ବସ୍ତୁକୁ ପ୍ରତିବସ୍ତୁରେ ରୂପାନ୍ତର କରିବା ସମ୍ଭବପର, ଏହାର ତାତ୍ତ୍ୱିକ ଆଲୋଚନା ଶୁଣି ଆମେ ଯେ ଖାଲି ତଟସ୍ଥ ହେଲୁଁ ତା ନୁହେଁ ଏ ଦିଗରେ ଆମର ଥିବା ବିରାଟ ଭ୍ରମଧାରଣା କଥା ଭାବି ଲଜ୍ଜିତ ହେଲୁଁ। ରୁଷୀୟ ବୈଜ୍ଞାନିକ କୋଜୋଲଭ୍ ଯେତେବେଳେ ତାତ୍ତ୍ୱିକ ଆଲୋଚନା ପରେ ବସ୍ତୁକୁ ପ୍ରତିବସ୍ତୁରେ ପରିଣତ କରିବା ପାଇଁ ଅଭିକ୍ରିୟାମୂଳକ ଯୋଜନାମାନ ଉପସ୍ଥାପିତ କଲେ, ଆମ ଆଖି ଯେ ଖାଲି ଉପରକୁ ଖୋସି ହୋ ହୋଇଗଲା ତା ନୁହେଁ, ଆମେ ଯାହା ଦେଖୁଛୁ ଓ ଶୁଣୁଛୁ ତାହା ସ୍ୱପ୍ନ କି ସତ୍ୟ ଜାଣି ପାରିଲୁନି। ପ୍ରତିବସ୍ତୁସମ୍ବନ୍ଧୀୟ ଆମ ଧାରଣା କେତେ ପୁରୁଣା ଓ ଭ୍ରମାତ୍ମକ ଭାବି ଲଜ୍ଜିତ ହେଲୁଁ। ସୋଭିୟେଟ୍ ବୈଜ୍ଞାନିକମାନଙ୍କ କି ଅଦ୍ଭୁତ ଆବିଷ୍କାର! ଯେ କୌଣସି ସାଧାରଣ ବସ୍ତୁକୁ ପ୍ରତିବସ୍ତୁରେ ରୂପାନ୍ତରିତ କରିହେବ, ତାତ୍ତ୍ୱିକ ଆଲୋଚନାରୁ ପ୍ରତିପାଦନ କରାଯାଇଛି ଓ ଅଭିକ୍ରିୟାମୂଳକ ଏତେ ଦିନ କାଳ ଭାବି ଆସୁଥିଲୁଁ ଯେ ପୃଥିବୀପୃଷ୍ଠରେ ଏଣ୍ଟିପ୍ରୋଟନ ଓ ଏଣ୍ଟିନିଉଟ୍ରନ ସୃଷ୍ଟି କରିବା ସମ୍ଭବ ହୋଇପାରେ; କିନ୍ତୁ ଏଣ୍ଟିମେଟରେ ବା ପ୍ରତିବସ୍ତୁ ମୋଟେ ସମ୍ଭବପର ନୁହେଁ। ପ୍ରତିବସ୍ତୁର ଯେଉଁ ବିଚିତ୍ର ପ୍ରକୃତି, ଏହା ବସ୍ତୁସଂସ୍ପର୍ଶରେ ଆସିଲେ ବିରାଟ ବିସ୍ଫୋରଣ ଘଟେ, ପ୍ରତିବସ୍ତୁକୁ ବସ୍ତୁଠାରୁ ଅଲଗା କରି ରଖିବା ଅତୀବ କଷ୍ଟସାଧ୍ୟ; ସେହି ସବୁ ଅସୁବିଧାକୁ ଏଡ଼ି ବସ୍ତୁକୁ ପ୍ରତିବସ୍ତୁରେ ପରିଣତ କରିବା ଯୋଜନା କେତେ ଉଚ୍ଚକୋଟିର, ସେସବୁ ଯୋଜନାର କର୍ଣ୍ଣଧାର ସୋଭିୟେଟ୍ ବୈଜ୍ଞାନିକମାନଙ୍କୁ ମନେ ମନେ ଧନ୍ୟବାଦ ନ ଜଣାଇ ରହି ପାରିଲୁନି। ସେମାନଙ୍କ ଯୋଜନା ଯଦି କାର୍ଯ୍ୟକାରୀ ହୁଏ, ତେବେ କିଏ କହିପାରିବ ତାହା ପୃଥିବୀରେ ଏକ ନୂତନ ଯୁଗ ସୃଷ୍ଟି କରିବନି ବୋଲି। ସାନ୍ଫ୍ରାନ୍ସିସକୋ ବିଶ୍ୱବିଦ୍ୟାଳୟର ରେଷ୍ଟୁରାଣ୍ଟ ହଲରେ ମଧ୍ୟାହ୍ନଭୋଜନ କରୁ କରୁ ଲୁସିକୁ ପଚାରିଲି, ସୋଭିୟେଟ୍ମାନଙ୍କ ଅଗ୍ରଗତି ଦେଖି ତୁମେ କଣ ଭାବୁଛ, ଲୁସି? ଦେଖୁଛ ତ ସେମାନେ ଆମଠାରୁ କେତେ ଆଗରେ, ଆମେ ସେମାନଙ୍କର କେତେ ପଛରେ ପଡ଼ି ଯାଇଛେଁ। ମୋ ସହିତ ଏକମତ ହୋଇ ଲୁସି କହିଲା, ପ୍ରତିବସ୍ତୁ ସମ୍ବନ୍ଧୀୟ ଆମର କେତେ ଗୁଡ଼ାଏ ଭ୍ରମଧାରଣା ଏଥିପାଇଁ ଦାୟୀ। ଆମେ ବେଳେ ବେଳେ ଯେଉଁ ଭ୍ରମାତ୍ମକ ଦୃଢ଼ମତ ପୋଷଣ କରି ପକାଉଛୁ, ସେଥିପାଇଁ ଆମ ଗବେଷଣା ଆଗେଇ ପାରୁନି। ପ୍ରତିବସ୍ତୁ କାହିଁକି ପୃଥିବୀରେ ତିଷ୍ଠିପାରିବନି, ସେ ସଂପର୍କରେ ସେମାନଙ୍କ ଯୁକ୍ତି ଆପଣ ଦେଖିଲେ ତ? କୁହନ୍ତୁ ତ କେତେ କନ୍ଭିନ୍ସିଙ୍ଗ ହୋଇଛି। ଅଥଚ ଆମେ ଏ ଦେଶରେ ଏଣ୍ଟିପ୍ରୋଟାନ୍ ସୃଷ୍ଟି କରିଦେଇ ସାରି ଆଖିବୁଜି ବସିରହିଲେ ଯେ ପୃଥିବୀରେ ଏଣ୍ଟିମେଟର ସୃଷ୍ଟିହେବା ସମ୍ଭବପର ନୁହେଁ। ଏଭଳି ପରିସ୍ଥିତିରେ ଆମେ ପଛାଇବୁ ନାହିଁ ତ ଆଉ କିଏ ପଛାଇବ ? ଅଧିବେଶନର ତୃତୀୟ ଦିନ। ସକାଳୁ ଉଠିଲାକ୍ଷଣି ହଠାତ୍ ଦେଖିଲି ଲୁସି ରୁମ୍ଟା ମେଲା ପଡ଼ିଛି। ଲୁସି ତ ଏତେ ସକାଳୁ ଉଠେନି, ତା'ରୁମ୍ ମେଲାହେଲା କେମିତି ଭାବି ଲୁସି ରୁମ୍କୁ ଚାଲିଗଲି, ଦେଖିଲି ଲୁସି ରୁମରେ ନାହିଁ। ଏଣେତେଣେ ଖୋଜା ଖୋଜି କଲି। କେଉଁଠି ତାକୁ ପାଇଲନି। ମନ ବଡ଼ ସନ୍ଦେହୀ ହୋଇ ଉଠିଲା। ଭାବିଲି, ଲୁସି ଆଉ କ'ଣ ରୁମ୍ ବଦଳାଇ ଦେଲା କି? ଜାଣିବା ପାଇଁ ହୋଟେଲ ଅଫିସକୁ ଯାଇ ପଚାରିଲି। ବଡ଼ ଆଶ୍ଚର୍ଯ୍ୟ, ଲୁସି ରୁମ୍ ଟା ବଦଳା ହୋଇନି। ମୋ ମନର ସନ୍ଦେହ ଆହୁରି ଦୃଢ଼ଭୂତ ହେବାକୁ ଲାଗିଲା। ପୋଲିସକୁ ଏ ସମ୍ପର୍କରେ ଖବର ଦେବି କି ଆଉ ଖୋଜା ଖୋଜି କରିବି, ଭାବି କିଛି ଠିକ୍ କରି ପାରିଲିନି। ମତେ ନ କହି ହୁଏତ ସକାଳୁ କେଉଁ ସାଙ୍ଗସାଥି ଘରକୁ ଚାଲିଯାଇଥିବ, ଅଧିବେଶନ ବେଳେନିଶ୍ଚୟ ସମ୍ମିଳନୀକୁ ଆସିବ,